ସେଙ୍ଗାଇ ଛଡ଼ା ରାତିରେ ନିଦ ହୁଏନା! ଲାଜ କ'ଣ? ବୟସ ଥିଲାବେଳେ ଆମର କ'ଣ ହେଉ ନଥିଲା? ବୁଢ଼ୀ ବେଙ୍ଗସାନ୍ୟୁ କେମେଲୀକି ଚାହିଁ ଚାହିଁ ନିଜର ଯୌବନ କାଳକୁ ଆସ୍ୱାଦନ କରୁଥିଲା ଯେମିତି। ଭୟ ନାହିଁ। ସେଙ୍ଗାଇ ଫେରୁ, ଡ଼େରି ବାନ୍ଧିଦେବି ଯେ ଆଉ କେବେ ଫୁଟିବନି। ଦୁଇ ଦିନ ପରେ ଆଖି ଖୋଲିଲା ସେଙ୍ଗାଇ। ରକ୍ତ ଭଳି ଲାଲ ଆଖି। ସେଇ ଆଖିର ମୁକୁର ଦେହରେ ଜଣଙ୍କର ଛାୟା। ଏକ ଅପରୂପ ନାରୀମୁଖର ଛାୟା। ବହୁ ସମୟ ଧରି ନିଷ୍ପଲିକ ନେତ୍ରରେ ଚାହିଁ ରହିଲା ସେଙ୍ଗାଇ। ଏକାବେଳକେ ଅବିଷ୍ଟ ହୋଇପଡ଼ିବ ସେ। କଥା କହିବାକୁ ମଧ୍ୟ ସେ ଭୁଲିଯାଇଛି। ଅପରିଚିତ ନାରୀମୁଖ, ପରମ ମମତାରେ ଭରି ରହିଛି ମୋହ, ଆନନ୍ଦ। ଏବେ କେମିତି ଲାଗୁଚି? ଦୁଇଦିନ କାଳ ବେହୋସ ହୋଇପଡ଼ି ରହିଥିଲା ସେଙ୍ଗାଇ। ତାର ଚେତନା ବାହାରେ ଏଇ ପାହାଡ଼ୀ ପୃଥିବୀରେ କେତେବେଳେ କ'ଣ ଘଟୁଛି ସେ ଜାଣେନା। ସବୁ ଯେମିତି ଅସତ୍ୟ ସ୍ୱପ୍ନ ଭଳି ମନେ ହେଉଚି। ମନେ ହେଉଛି ଗୋଟାଏ ଅବାସ୍ତବ ବିଭ୍ରମ। ଅଶାନ୍ତ ଚେତନା ଉପର ଦେଇ ଛାୟାଛବିର ଶୋଭାଯାତ୍ରା ଭାସି ଭାସି ଗଲା ତା ମନର। ମଧାଲାଲ। ଗାନ୍ଧିଜୀର ଲଢ଼େଇ। ପାଦ୍ରୀ ସାହେବ। ସେହି ଚର୍ଚ୍ଚା, ବୟୋନେଟ ବାୟୋନେଟ ନେଇ ମଣିପୁର ପୁଲିସର ନିଷ୍ଠୁର ପ୍ରହାର। ତା ପରେ କିଛିଟା ହୋସ ଥିଲା ତାର। ସାରୁୟାମରୁ ସହିତ କାହାର କେତେ ସମୟ ଲଢ଼େଇ, ବର୍ଚ୍ଛା ଯୁଦ୍ଧ। କେତେଟା ମଣିଷଙ୍କ ନିଷ୍ଠୁର ଗର୍ଜନ। ନାରୀ ମୁଖଟା ନଇଁ ଆସିଲା ତା ମୁହଁ ପାଖକୁ ତୁମର ନା? ନାଁ ନାହିଁ। ସହସା ବ୍ୟସ୍ତ ହୋଇଉଠିଲା ସେଙ୍ଗାଇ। ସିଁ କରି ଉଠିବସିଲା ସେଙ୍ଗାଇ। ସାରୁୟାମରୁ କାହିଁ? ସେ ତ ମୋ ସାଙ୍ଗରେ ଥିଲା। ଏଇ ତ। ପାଖ ମଞ୍ଚା ଉପରୁ ଗୋଟିଏ ଆର୍ତ୍ତନାଦ ଶୁଣାଗଲା ଶୋଇ ପାରୁନି ରେ ସେଙ୍ଗାଇ। ସେ ସୟତାନଗୁଡ଼ାକ କ'ଣ ଆଉ ରଖିଛନ୍ତି? ମାରି ମାରି ପିଞ୍ଜରା ଚୁରମାର କରି ପକାଇଛନ୍ତି ପରା! ସେଙ୍ଗାଇ କହିଲା, ହଁ ରେ ସାରୁୟାମରୁ! ସୟତାନଗୁଡ଼ାକ ବଡ଼ ମାରାତ୍ମକ। ଇଜା ରାମ ଖୋ! ଆମେ ଏଠିକି ଆସିଲେ କମିତି ରେ? ଏଇ ଗାଇଦିଲିଓର ଲୋକ ନେଇ ଆସିଛନ୍ତି। ରାଣୀ ଗାଇଦିଲିଓ! କାହିଁ ସେ? ଏଇ ଯେ ଆଗକୁ ତର୍ଜନୀ ପ୍ରସାରିତ କରି ଦେଖାଇ ଦେଲା ସାରୁୟାମରୁ। ସେଇ ନାରୀମୁଖ, ଦୁଇଦିନ ପରେ ଆଖି ମେଲି ଯିବାକୁ ଦେଖିଛି ସେଙ୍ଗାଇ। ଏକ ଅପରୂପ ଜ୍ୟୋତିଃରେଖା। ରାଣୀ ଗାଇଦିଲିଓ! ତାରି ସମ୍ବନ୍ଧରେ ଏତେ ରୂପକଥାର ଗଳ୍ପ କହୁଥିଲା ମୋଧାଲାଲ। ୟାକୁ ହିଁ ନେଇ ପାଦ୍ରୀ ମ୍ୟାକେଞ୍ଜି ସାଥିରେ ତାର ବଚସା ହୋଇଥିଲା। ଯାହାର ପୁଣ୍ୟ ସ୍ପର୍ଶରେ ରିପୁମୟ ଦେହରୁ ମୃତ୍ୟୁ ପଳାତକ ହୁଏ, ଏଇ ଯେ ଗାଇଦିଲିଓ! ଅତି ପାଖରେ। ସେଙ୍ଗାଇର ଆଖି ଦୁଇଟାରେ ପ୍ରବଳ ବିସ୍ମୟ। ଅତି ସ୍ନେହାଶ୍ଳେଷ କଣ୍ଠରେ ଆନନ୍ଦରେ ଗଦ୍ଗଦ୍ ହୋଇଉଠିଲା ସେଙ୍ଗାଇ। ଦୁଇ ଗାଇଦିଲିଓ। ଗାଇଦିଲିଓ ନିରୁତ୍ତର। କେବଳ ଏକ ପ୍ରସନ୍ନ ହସ। ସାରୁୟାମାରୁ ତତ୍ପର ହୋଇ କହିଉଠିଲା ହୁଇ ଯେ ତୋତେ କହିଥିଲି ଗାଇଦିଲିଓ ଛୁଇଁ ଦେଲାମାତ୍ରେ ସବୁ ଭଲ ହୋଇଯାଏ, ହେଲା କି ନାହିଁ ଦେଖ। ପୁଣି ଥରେ ଅନାଇଲା ଗାଇଦିଲିଓ ମୁହଁକୁ। ସେଇ ମୁହଁ ଉପରେ ସେ ଦେଖିଲା ଆଉ ଜଣଙ୍କର ଛାୟା, କେମେଲୀ। କେମେଲୀ ହିଁ ଦିନେ ତାକୁ ସେଇ ସାଲୁଆଲଙ୍ଗ ବିସ୍ତର ଅତଳ ଉପତ୍ୟକା ଭିତରୁ ଉଦ୍ଧାର କରିଥିଲା। ସେହି ନିଶ୍ଚିତ ଅପମୃତ୍ୟୁର ବ୍ୟୁହ ଭିତରୁ ଉଦ୍ଧାର କରିଥିଲା ସେ। କେମେଲୀ ଆଉ ଗାଇଦିଲିଓ ଯେପରି ମିଳନ ଅଛି ଗୋଟିଏ ବିନ୍ଦୁରେ। ଏଇ ବିନ୍ଦୁଟି ହେଉଚି ସେବା। ସେବା ଓ ମମତାରେ ଦୁଇ ଜଣଯାକ ତାକୁ ବଞ୍ଚେଇଛନ୍ତି। ଏହା ଛଡ଼ା ଅନ୍ୟ କୌଣସି ସଙ୍ଗତି ନାହିଁ। କେମେଲୀର ସେଇ ନଗ୍ନ ଅଙ୍ଗ ସାରା ଦେହକୁ ଭଳି ଜଳେଇଯାଏ। କିନ୍ତୁ ଗାଇଦିଲିଓର ମୁହଁଟା ଦେଖିଲେ କାମନା ଧ୍ୱଂସ ହୁଏ। ସ୍ତମିତ ହୋଇପଡ଼େ ରିପୁର ଫଣା। ପାହାଡ଼ୀ ମଣିଷର ଅସ୍ପଷ୍ଟ ଚେତନା ସଂଭ୍ରମଣରେ, ଏକ ଆହ୍ଲାଦିତ ଅନୁଭୂତିରେ ଯେମିତି ପରିପୂର୍ଣ୍ଣ ହୋଇଉଠିଲା। କେମେଲୀ ଆଉ ଗାଇଦିଲିଓ। କେମେଲୀ ଦୁଇଟି ବାହୁର ସୀମା ଭିତରେ ଗୋଟିଏ ହରିଣ ଆଉ ଗାଇଦିଲିଓ ଅନ୍ୟାନ ଦେବୀ! ହଠାତ୍ କହି ଉଠିଲା ସେଙ୍ଗାଇତୁ କ'ଣ ସାହେବମାନଙ୍କ ସହିତ ଲଢ଼େଇ କରୁଚୁ?